ଚିଠିଟିରେ କଣ ଲେଖା ହୋଇଛି ତାଙ୍କ ପ୍ରଥମେ କିଛି ଦିଶିଲାନି। କିଛି ସମୟ ପରେ ସେ ଯେତେବେଳେ ପ୍ରକୃତିସ୍ଥ ହେଲେ ଦେଖିଲେ ଚିଠିଟି ଇଂରାଜୀରେ ଲେଖା। ଚିଠିଟି ପଢ଼ିସାରି ସେକ୍ରେଟେରୀ ଜେନେରାଲଙ୍କ ହାତକୁ ବଢ଼ାଇ ଦେଲେ। ସେ କିଛି ସମୟ ପଢ଼ି ଚିଠିଟିକୁ ପୁଣି ଦେବାପାଇଁ। ଚେୟାରମେନ୍ ପଢ଼ି ଶୁଣାଇଲେ। ପୃଥିବୀର ଭାଇ ଓ ଭଉଣୀମାନେ ଆମେ ହେଉଛୁଁ ଆପଣଙ୍କଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଆଲୋକ ବର୍ଷ ଦୂରରେ ଥିବା ଗୋଟିଏ ଗ୍ରହର ଅଧିବାସୀ। ଆପଣମାନେ ଯେଉଁ ଛାୟାପଥନିହାରିକର ଅଧିବାସୀ ଆମେ ସେହି ନିହାରିକାରେ ବସବାସ କରୁଚୁ। ତେଣୁ ଆପଣମାନଙ୍କୁ ଭାଇ ସମ୍ବୋଧନ କରିବାଛଡ଼ା ଅନ୍ୟ କିଛି କରି ପାରୁନୁ। ଆମ ଗ୍ରହରେ ଏକ ବିରାଟ ସମସ୍ୟାର ସମାଧାନ କରିବାପାଇଁ ଆମେ ଯେଉଁ ପନ୍ଥା ବ୍ୟବହାର କରିଛୁଁ, ସେଥିରେ ଆପଣମାନେ ସମ୍ପୃକ୍ତ ହୋଇ ପଡ଼ୁଛନ୍ତି। ତେଣୁ ଆପଣମାନଙ୍କ ସହଯୋଗ ଛଡ଼ା ଆମେ ଏ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ଇଚ୍ଛା କରୁନୁ। ଆମ ଗ୍ରହରେ ଆପଣମାନଙ୍କର ଋତୁ ବିଭାଗ ଭଳି ଋତୁ ବିଭାଗ କିଛି ବର୍ଷ ତଳେ ଥିଲା, ତାହା ଧୀରେ ଧୀରେ ବଦଳି ବର୍ତ୍ତମାନ ପୂରାପୂରି ଗ୍ରୀଷ୍ମ ମଣ୍ଡଳୀୟ ଅବସ୍ଥାକୁ ଚାଲି ଆସିଛି। ଆମ ନକ୍ଷତ୍ର ଅବସ୍ଥାନର ଏକ ଅପୂର୍ବ ପରିବର୍ତ୍ତନରେ ଆମର ଏ ଦଶା ଘଟିଛି। ଆମେ ନାନା ଗବେଷଣାରୁ ଅବଗତ ହୋଇଛୁ ଯେ ଆମ ସୂର୍ଯ୍ୟକୁ ଯଦି ଏହାର ପୂର୍ବାବସ୍ଥାକୁ ଫେରାଇ ନ ନେଉ, ତବେ ଆମର ପୂର୍ବ ଋତୁଗୁଡ଼ିକୁ ଫେରାଇ ଆଣିବା ସମ୍ଭବପର ନୁହେଁ। ସାରାଗ୍ରହରେ ବର୍ଷ ସାରା ଗ୍ରୀଷ୍ମ ମଣ୍ଡଳୀୟ ଋତୁ ହେତୁ ଲୋକମାନେ କଷ୍ଟରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି। ଆମେ ଆମର ପୂର୍ବ ଋତୁଗୁଡ଼ିକୁ ଫେରାଇ ଆଣିବାକୁ ଇଛୁକ। ଆମେ ନାନାଦି ଗବେଷଣା କରି ଦେଖିଛୁ ଯେ ଆପଣମାନଙ୍କ ସୂର୍ଯ୍ୟର ଆକର୍ଷଣ ପ୍ରଭାବ ଯୋଗୁଁ ଆମ ସୂର୍ଯ୍ୟର ଏ ଅପୂର୍ବ ପରିବର୍ତ୍ତନ ଘଟିଛି। ଆମ ସୂର୍ଯ୍ୟକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ହେଲେ ଆପଣମାନଙ୍କ ସୂର୍ଯ୍ୟକୁ ନଷ୍ଟ କରିଦେଉଁ, ତେବେ ଆପଣମାନଙ୍କ ଦଶା କଣ ହେବ, ତାହା ମଧ୍ୟ ଆମ୍ଭେମାନେ ଅନୁଧ୍ୟାନ କରି ଦେଖିଛୁ। ତେବେ ଆମର ସିଦ୍ଧାନ୍ତ ହେଉଛି, ଆମେ ଆପଣମାନଙ୍କ ସୂର୍ଯ୍ୟକୁ ପୂରାପୂରି ଧ୍ୱଂସ କରି ଆମ ସୂର୍ଯ୍ୟକୁ ପୂର୍ବାବସ୍ଥାକୁ ଫେରାଇ ଆଣିବୁ; ତାପରେ ଆପଣମାନଙ୍କ ପୃଥିବୀକୁ ଆମେ ଘେନି ଆସି ଆମ ସୌରଜଗତର ଏକ ଗ୍ରହ ଭାବରେ ଅବସ୍ଥାନ କରାଇ ଦେବୁ ଆପଣମାନଙ୍କ ସୌରଜଗତର ଅନ୍ୟାନ୍ୟ ଗ୍ରହଗୁଡ଼ିକୁ ମଧ୍ୟ ଆମେ ସେହିଭଳି ଭାବରେ ନେଇ ଆସି ଆମ ସୌରଜଗତରେ ଅବସ୍ଥାନ କରାଇଦେବୁ ବୋଲି ଭାବିଛୁ। ଆପଣମାନେ ଆଉ ଆପଣମାନଙ୍କ ସୂର୍ଯ୍ୟ ଚାରିପାଖରେ ନ ଘୂରି ଆମ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲିବେ। ଏହା ଦ୍ୱାରା ଆପଣମାନଙ୍କ କକ୍ଷରେ କିଞ୍ଚିତ ପରିବର୍ତ୍ତନ ହେବ ସମ୍ଭବପର; ଫଳରେ ଆପଣମାନଙ୍କ ଋତୁର କିଛି ପରିବର୍ତ୍ତନ ହେବାର ଆଶଙ୍କା। କିନ୍ତୁ ଆମେ ସମସ୍ତ ପ୍ରକାର ଚେଷ୍ଟା କରିବୁଁ ଯେମିତି ଆପଣମାନଙ୍କ ଋତୁରେ ବିଶେଷ କିଛ ପରିବର୍ତ୍ତନ ନ ହୁଏ। କିନ୍ତୁ ଆମେ ଏହି ବିରାଟ କାର୍ଯ୍ୟଟି ସାଧନ କରି ନ ସରିଲା ପର୍ଯ୍ୟନ୍ତ ଆପଣମାନଙ୍କ ଋତୁର ଅବସ୍ଥା କଣ ହେବ ଠିକ୍ କରି କହିପାରୁନୁ। ଗଣନାରୁ ଯାହା ଦେଖାଯାଉଛି ହୁଏତ ଆପଣମାନଙ୍କ ଋତୁ ଯେମିତି ଅଛି ସେମିତି ରହିବ ନଚେତ୍ ବର୍ଷରେ ଦୁଇ ଥର ଗ୍ରୀଷ୍ମ ଋତୁ, ଦୁଇ ଥର ଶୀତଋତୁ, ଦୁଇ ଥର ବସନ୍ତ ଓ ଦୁଇଥର ହେମନ୍ତ ଆସିବ। ତେବେ ଏତିକି ଆମେନିର୍ଭର ଦେଇ ଆପଣମାନଙ୍କୁ କହିପାରୁ ଯେ ଆମ ଗ୍ରହ ଭଳି ଆପଣମାନଙ୍କର ଋତୁର ଅବସାନ ଘଟିବ ନାହିଁ। କ୍ଷମା କରିବେ ଆମ୍ଭେମାନେ ଅତ୍ୟନ୍ତ ଋତୁପ୍ରେମୀ ବୋଲି ଆମକୁ ଏହି ଉପାୟ ଅବଲମ୍ବନ କରିବାକୁ ପଡ଼ୁଛି। ଆମେ ଇଛା କରିପାରିଥିଲେ ଆମ ଗ୍ରହରେ--